ଆପେ ଆପେ ତୁମେ ନ ଆସିଥିଲେ ହୁଏତ ମୋତେ ବର୍ତ୍ତମାନ ଯିବାକୁ ପଡ଼ିଥାନ୍ତା। '' ହେମକାନ୍ତର କଥା ପ୍ରତି ଲକ୍ଷ୍ୟ ନ ଦେଇ ଖଟିଆଟି ଉପରେ ବସି ଯାଉ ଯାଉ ଚନ୍ଦ୍ରାବତୀ କହିଲା''ଆଜି ଏ କି ନୂଆ କଥା। ମୁଁ ତ କିଛି ବୁଝିପାରୁନି। କ'ଣ ଆମକୁ ସବୁ ଆପଣ ନିମନ୍ତ୍ରଣ କରୁଛନ୍ତି ନାଁ କ'ଣ? '' ହସରେ ଫାଟି ପଡ଼ୁ ପଡ଼ୁ ହେମକାନ୍ତ କହିଲା ''ନାଁ ନାଁ ଠିକ୍ ତା' ନୁହେଁ, ତଥାପି ତୁମକୁ କିନ୍ତୁ ଅନ୍ୟମାନଙ୍କୁ ନିମନ୍ତ୍ରଣ କରିବାକୁ ହେବ। '' ହେମକାନ୍ତର କଥା ଶୁଣି ଦୁଷ୍ଟାମୀର ହସ ହସିଲା ଚନ୍ଦ୍ରାବତୀ। ଠିକ୍ ସେହି ସମୟରେ ହୁଡ଼ୁକା ପବନ ତୁହାଏ ଖେଳିଗଲା କୋଠରୀଟି ମଧ୍ୟରେ। ଗୋଟିଏ ଦୁଇଟି ପୁରୁଣା କ୍ୟାଲେଣ୍ଡର ଖସିପଡ଼ିଲା ତଳେ। ହେମକାନ୍ତ କହିଲା ''ହେଇ ଦେଖ ଏ ପୁରୁଣା କ୍ୟାଲେଣ୍ଡର, ପୁରୁଣା ଟେବୁଲ କ୍ଲଥ୍ ଆଜି ବିପ୍ଲବ କରିଛନ୍ତି। ସେମାନଙ୍କୁ ତୁମେ ବହୁଦିନ ପରେ ମୁକ୍ତି ଦେବ। ସେ ସ୍ଥାପରେ ସଜାଇ ରଖିବ ଏଇ ନୂଆ ଜିନିଷଗୁଡ଼ିକୁ। '' ''କିନ୍ତୁ କାହିଁକି? କ'ଣ ହେଇଛି ଶୁଣେ। '' ଚନ୍ଦ୍ରାବତୀର କଣ୍ଠରେ ରହସ୍ୟମୟୀ ଭାଷା। କଥାଟାକୁ ସହଜ କରିବା ପାଇଁ ହେମକାନ୍ତ କହିଲା''ନାଇଁ ଚନ୍ଦ୍ରାବତୀ, ତୁମପାଇଁ ମୋ ଜୀବନ ଗତି ବଦଳାଇଛି। ନୂଆ ପ୍ରବାହ ଆରମ୍ଭ ହୋଇଛି, ନୂଆ ଉପନ୍ୟାସ ସୃଷ୍ଟି କରିଛି, ନୂଆ ଦର୍ଶନତ ସଙ୍କେତ ପାଇଛି। ତେବେ ଏ ପୁରୁଣା ଜିନିଷଗୁଡ଼ିକ ଆଉ ଏ ଘରେ ରହିବ କାହିଁକି ? ନୂଆ ମନ ସହିତ ଏ ସ୍ଥାନରେ ନୂଆ ଜିନିଷ ରହୁ। ସେଥିରେ କ୍ଷତି କ'ଣ ଅଛି? '' ଝରକା ଦେଇ ବାହାର ଆକାଶକୁ ଚାହିଁଲା ଚନ୍ଦ୍ରାବତୀ। ଜୁନ୍ମାସର ପ୍ରଚଣ୍ଡ ରୁଦ୍ର ଆକାଶରେ ମଧ୍ୟ ନୂଆ ମେଘର ସଞ୍ଚାର। ଏ ବର୍ଷ ପାଇଁ ନୂଆ ବର୍ଷା ଆରମ୍ଭ ହେବ। ସେହି ନୂଆ ବର୍ଷା ପାଣିରେ ଗଜୁରି ଉଠିବ ନୂଆ ଧାନ, ବାଇଗଣ, କଖାରୁ, କଦଳୀ। ପୁରୁଣା ଗଛ ଝାଉଁଳିଛି। ସେଥିରେ ମୋହ ନାହିଁ କି ମମତା ନାହିଁ। ହେମକାନ୍ତର ବ୍ୟବହାର କୁହୁକ ଭଳି ଲାଗିଲା ଚନ୍ଦ୍ରାବତୀକୁ। ନିକଟକୁ ଲାଗି ଆସି କହିଲା ''ସତ କହନ୍ତୁ.. କ'ଣ ପାଇଁ ଏ ସବୁର ଆୟୋଜନ। ବଙ୍କା ବଙ୍କା କଥାରୁ ମୁଁ କିଛି ବୁଝି ପାରେନାହିଁ। ମୁଁ ଚାହେଁ ନିହାତି ସିଧା ବ୍ୟବହାର। '' ହେମକାନ୍ତ ବୁଝିଲା ତା'ର ବ୍ୟବହାର ଚନ୍ଦ୍ରାବତୀକୁ କେବଳ କୁହୁକ ପରି ଲାଗୁଛି। ଅସ୍ଥିରା ହୋଇ କେବଳ ସତ୍ୟ ଉଦ୍ଘାଟନ କରିବାରେ ସେ ବ୍ୟସ୍ତା। ଧୀରେ ଅତି ଧୀରେ ଚନ୍ଦ୍ରାବତୀର ଚୂର୍ଣ୍ଣ କୁନ୍ତଳ ଦେହରେ ହାତ ରଖି ହେମକାନ୍ତ କହିଲା''ଆପଣାର ଲୋକକୁ କେବଳ ବଙ୍କେଇ ବଙ୍କେଇ କହି ହୁଏ। ରହସ୍ୟ ଭିତରେ ବୁଡ଼ାଇରଖି ଆନନ୍ଦ ପାଇବାକୁ ହୁଏ। କଥାରେ କହନ୍ତି ବକ୍ର ଉକ୍ତିରେ ପରା ସବୁଠାରୁ ବଡ଼ ଆନନ୍ଦ। ତୁମ ଦେହଟା ଯଦି ଉଠା, ପଡ଼ା, ବଙ୍କା, ଟଙ୍କା ନ ହୋଇଥାନ୍ତା ତେବେ କ'ଣ ମୁଁ ତୁମକୁ ଏତେ ସ୍ନେହ କରି ପାରନ୍ତି? '' ଉଦ୍ବେଗରେ ଝୁଙ୍କି ପଡ଼ି ହେମକାନ୍ତକୁ ହଲେଇ ଦେଇ ଚନ୍ଦ୍ରାବତୀ କହିଲା''ନାଁ ନାଁ ସିଧା ସିଧା ମୋତେ ବୁଝାଇ ଦିଅନ୍ତୁ ହେମକାନ୍ତ ବାବୁ! ମୋତେ ନ କହି ଦୁଃଖ ଦେଇ କ'ଣ ଆପଣ ସୁଖ ପାଇବେ? '' ଆଉ ନୀରବ ରହି ପାରିଲାନି ହେମକାନ୍ତ। ଚନ୍ଦ୍ରାବତୀର ପିଠି ଥାପୁଡ଼ାଇ ଥାପୁଡ଼ାଉ କହିଲା''ନାଁ ଚନ୍ଦ୍ରାବତୀ! କାଲି ମୋର ଜନ୍ମବାର୍ଷିକୀ। ଘର ଛାଡ଼ି ଆସିବା ଦିନଠାରୁ କେବେ ଏ ଜନ୍ମବାର୍ଷିକୀ ମୁଁ ପାଳିନାହିଁ। ବାପା ମାଆ ଥିଲାବେଳେ ଏଇ ଦିନଟି ଥିଲା ଆମ ଘରର ବଡ଼ ପର୍ବ। ଘର ଛାଡ଼ିବା ପରେ ମୁଁ ଏ ପର୍ବକୁ ଭୁଲି ଯାଇଥିଲି। ତୁମ ସହିତ ବନ୍ଧୁତ୍ୱ ପୁଣି ସେ ପୂର୍ବ ସ୍ମୃତିକୁ ଫେରାଇ ଆଣିଛି। ମୁଁ ଆନନ୍ଦରେ ଜନ୍ମବାର୍ଷିକୀ ପାଳନ କରିବାକୁ ଚାହେଁ। ଏଥିପାଇଁ ମୋର ବନ୍ଧୁମାନଙ୍କୁ ମୁଁ ଆଜି ନିମନ୍ତ୍ରଣ କରି ଆସିଛି। '' ହସରେ ଫାଟି ପଡ଼ୁ ପଡ଼ୁ କଥାର ମୋଡ଼ ବୁଲାଇ ଚନ୍ଦ୍ରାବତୀ କହିଲା''ବେଶ୍ ଭଲ କଥା। ବନ୍ଧୁମାନେ ଦୁଆରେ ଗୋଡ଼ ଦେବେ ଏହାଠାରୁ ଆଉ ସୁଖବର କ'ଣ ଥାଇପାରେ? କିନ୍ତୁ ବନ୍ଧୁମାନଙ୍କର ଚର୍ଚ୍ଚା କରିବ କିଏ? ଆଗରୁ କ'ଣ ହୋଟେଲରେ ବରାଦ ଦେଇଛନ୍ତି? '' ଲଜ୍ଜିତ ହେଲା ହେମକାନ୍ତ କିନ୍ତୁ ସହଜ ଭାବରେ ମୁହଁ ବୁଲାଇ ହେମକାନ୍ତ କହିଲା''ନାଁ... ଚନ୍ଦ୍ରାବତୀ! ହୋଟେଲରେ ଖବର ଦିଆଯାଇ ନାହିଁ। ମୁଁ ଜାଣେ ତୁମକୁ, ସବୁ କାମ ବଳେଇ ଯିବନାହିଁ।